ଖାଲି ସେଇ ମାଷ୍ଟରାଣୀ ସେଠି ଥାଏ ବୋଲି, କେହି କେହି ତାଙ୍କ ଝିଅଙ୍କୁ ବନ୍ଦବି କରିଦେଲେ କେତେ ବାହାନାରେ। ମାଷ୍ଟରାଣୀକୁ ବଡ଼ ବାଧିଲା। ସେ ଆଉ ସେ ଗାଁରେ ଏ କଳଙ୍କ ବୋଝ ନେଇ ରହିବ କିମିତି? ମଦନପଟ୍ଟନାୟକ କହିଲେ 'ପଳେଇଲେ ଲୋକେ କହିବେ ସତରେ ଏ ଲୋକଟା ଦୁଶ୍ଚଚିତ ଦୁଶ୍ଚରିତ୍ର ଥିଲା। ଲାଜରେ ପଳେଇଗଲା। ' କିନ୍ତୁ ମାଷ୍ଟରାଣୀ ବୁଝୁଥିଲା ଅନ୍ୟ ପ୍ରକାରେ। ସେ ଭାବୁଥିଲା, ଯେଉଁଠି ମିଛରେବି ଏତେ ବଡ଼ ଗୋଟାଏ କଥା ଉଠି ସତ ଠିଆ ହୋଇଯାଏ ସେଠି ସେ ରହିବ କିମିତି? ଯେତେବେଳେ ଦୁନିଆଟାଯାକ ତାକୁ ଚୋର ବୋଲି କହିବେ, ସେତେବେଳେ ସେ ଚୋର ନୁହେଁ ବୋଲି ପ୍ରତି ମୁହୂର୍ତ୍ତରେ ପ୍ରତିବାଦ କରି ଚାଲିବ କେତେ! ଯେ ଚୋର ହେଇଥିବ ସେ ରାଗିବ ଆଉ ସହିବ। କିନ୍ତୁ ଯିଏ ଚୋର ନୁହେଁ ସେ ସିନା ରାଗିବ ନାହିଁ ସହିବ କିମିତି? ସେ ଚାଲିଯିବ ବୋଲି ଠିକ୍ କଲା। ସେଇ ସମୟରେ ହଠାତ ଗାଁରେ ପଡ଼ିଲା ବାଡ଼ି। ସେ ପାଖ ସାହିରୁ ଆରମ୍ଭ ହେଲା। ପହିଲୁ କଣ୍ଡରା ଯୋଡ଼ାଏ ତିନିଟା ତିନି ତିନି ଚାରି ଚାରି ମୁଣ୍ଡ ଗଡ଼ି ପଡ଼ିଲେ। ତା'ପରେ ପଶିଲା ମଝି ସାହିରେ। ଆଗ ଧରିଲା କଂସାରି ଘର ବହୂକୁ। ଘରେ ପଦିଆ ନାହିଁ। ଦଶଦିନ ହେଲା ଗଲାଣି ଗୋଡ଼ କାଢ଼ି ଘରୁ ଯେ, ଯାଇଚି ଆଉ ଫେରି ନାହିଁ। କୋଉଁଠି ଭଙ୍ଗା କଂସା ବାସନ ବଦଳ ଦେଇ ନୂଆ ବାସନ ଦେଉଥିବ। ଏଣେ ବହୂ ପଡ଼ିଚି ବାଡ଼ିରେ । ପଦିଆର ଭଉଣୀଟା ରଡ଼ି ଛାଡ଼ିଲା ''ମୁଁ କ'ଣ କରିବିଲୋ! ମୁଁ କୁଆଡ଼େ ଯିବିଲୋ ! '' କିନ୍ତୁ ବହୂଟା ସେଠି ଗୃହରେ ଘାଣ୍ଟି ହେଉଚି ତା' ପାଖ ପଶିବାକୁ ନାହିଁ। ଖାଲ ଲୋକ ଦେଖାଣିକି କାନ୍ଦ। ବେଳେ ବେଳେ ତୁଚ୍ଛାଟାରେ ପାଟି କରୁଚି''ରେ ପଦିଆ ପଦିଆରେ ଇରେ ତୁ କୁଆଡ଼େ ଗଲୁ ମୋତେ ଏ ଜଞ୍ଜାଳରେ ପକେଇ ଦେଇରେ ପଦିଆ ଇରେ ତୋର ଏଡ଼େ ଅହନ୍ତା ମୋ ଉପରେରେ ପଦିଆ। '' ଲୋକେ ପଦିଆର କ'ଣ ହେଲା ବୋଲି ଦଉଡ଼ି ଆସି ଦେଖିଲେ, ବହୂ ପଡ଼ିଚି। ରାଣ୍ଡ କାନ୍ଦୁଚି 'ମୁଁ କ'ଣ କରିବିଲୋ ମୋ ବହୂ ଇମିତି କାହିଁକି ହଉଚିଲୋ। ଇଲୋ ମୁଁ କି ବୁଦ୍ଧି କରିବିଲୋ। ମୋତେ ତ ସବୁ ଅନ୍ଧାର ଦିଶୁଚି ଇରେ ପଦିଆ, ତୁ ଜଲ୍ଦି ମରେ ଆମର କିଏ ସେ କରିବରେ। '' ଗାଁଟା ଖାଁ ଗୋଡ଼େଇଲା। ଚାରିଆଡ଼େ ଯେମିତି ଗୋଟେ କ'ଣ ଧୁ ଧୁ ହୋଇ ଜଳୁଛି। ବାଡ଼ି ଝାଡ଼ାବାନ୍ତି ଦି'ତିନି ବର୍ଷକେ ଥରେ ଆସେ। ଏମିତି ହାଉକିନା ଲାଗିଯାଏ। ଅନାମତେ ଗିରାସ କଲା ପରି। ଖାଲି ଆତଙ୍କରେ ଲୋକେ ଚାହିଁ ରହନ୍ତି, କେତେବେଳେ କାହା ପାଳି ପଡ଼ିବ। ଚଉକିଦାର ଥାନାରେ ଖବର ଦିଏ। ପ୍ରେସିଡେଣ୍ଟ, ଆଉ ପାଞ୍ଚଜଣ ଭଦ୍ରଲୋକ ଜିଲାବୋର୍ଡ଼କୁ, କଲେକ୍ଟରଙ୍କୁ ଜଣେଇ ଦିଅନ୍ତି ହାତରୁ ପୋଷ୍ଟକାର୍ଡ଼ ଲଫାପା ଖର୍ଚ୍ଚ କରି, ତାଙ୍କ ମନେ ମନେ ପାଠ ପଢ଼ା ଭଦ୍ରଲୋକ ହିସାବରେ ତାଙ୍କ କର୍ତ୍ତବ୍ୟଟା ସେତିକିରେ ସରିଗଲା। ତେଣେ ସରକାରୀ ଲୋକେ ସମ୍ବାଦ ପାଇ ଖୁବ୍ ତଡ଼ାବଡ଼ି ଅନ୍ତତଃ ଆଠଦିନ ପରେ ଲୋକ ପଠାଇ ଟିକା ଦେବାର ବ୍ୟବସ୍ଥା କରନ୍ତି ଆଉ ହଇଜା ହେବ ନାହିଁ। ସେତେବେଳକୁ ଗାଁରୁ କୋଡ଼ିଏ ପଚିଶ ମୁଣ୍ଡ ଯାଇ ସାରନ୍ତାଣି। ଯମ ମା ସାତ ଭଉଣୀରୁ ଅନ୍ତତଃ ଜଣେ ଖଣ୍ଡେ ପୂରାପେଟ ହେଇ ସାରେଣି। ଗାଁ ଦେବତୀଙ୍କ ପାଖରେ ମାର୍ଜନା ହୁଏ କାଳିସୀ ଲାଗେ। ବଳି ପଡ଼େ କୁକୁଡ଼ା ବଳି। ଯମ ମା ମଣିଷ ରକ୍ତ ପିଇବାକୁ ଆସି କୁକୁଡ଼ା ରକ୍ତରେ ସନ୍ତୁଷ୍ଟ ହୁଅନ୍ତି କି ନାହିଁ କିଏ ଜାଣେ! ତେବେ ମଣିଷ ଠାକୁରଙ୍କୁବି ଏମିତି ଠକିବାକୁ ଚେଷ୍ଟା କରେ। ନିଜେ ନିଜର ଠାକୁର ଗଢ଼ି, ତାକୁ ନିଜଠାରୁ ବଡ଼ କରି ପୁଣି ନିଜର ଦୁର୍ବଳତାକୁ ନେଇ କୁଢ଼େଇ ଦିଏ ତା'ର